ସେଦିନ ନ ବୁଝିଥିଲେ ବି ଆଜି ମୀନକେତନ ଅନୁମାନ କରିଛି ଚୋର କଣ୍ଟା ଯୋତାରେ ଯେଉଁ କୋଣରେ ଫୁଟୁଥିଲା। ସୀତା ଭାଉଜର ଚାଲି ଚାହାଁଣୀ, ବସିବା ଠାରୁ ଠିଆ ହେବା ଭଙ୍ଗି ପର୍ଯ୍ୟନ୍ତ ସେତେବେଳକାର ନାରୀ ମହଲରେ ତୀକ୍ଷ୍ଣ ସମାଲୋଚନା ଶରବ୍ୟ ହୋଇଥିଲା। ସୀତା ଭାଉଜର ଲୁହ ପୋଛି ଦେବାକୁ ଏକା ଉପଭାଇ ଛଡ଼ା କେହି ନଥିଲେ। ଉପଭାଇ କାହାକୁ ନ ଜଣାଇ, ନପଚାରି ବିଭା ହୋଇ ପଡ଼ିବାର ଅପରାଧଟା ଏକୁଟିଆ ସୀତା ଭାଉଜ ମୁଣ୍ଡରେ ବୋଧେ ସମସ୍ତେ ଲଦି ଦେଇଥିଲେ। ତେର ବର୍ଷର ମୀନ କେତନ ଘରୁ, ବାହାରି, ଅନ୍ତଃପୁରୁ, ମା'ମାଉସୀଙ୍କ ତୁଣ୍ଡରୁ, ଦାଣ୍ଡ ମେଲାର ତାଶ, ପଶା ଆଡ଼ାଡ଼ାରୁ ଶୁଣୁଥିଲା ଖାଲି ସୀତା ଭାଉଜର କୁତ୍ସାରଟନା। ସେଇ କିଶୋର ମନର କେଉଁ ମର୍ମ କୋଷରେ ଅନୁରାଣିତ ହୋଇ ଉଠୁଥିଲା ଗୋଟି ଟିକିଏ ଆହା ପଦ...। ବିଚାରି ଅଚିହ୍ନା ପରଘରେ ଅନ୍ୟଗାଁରେ କିଏ ଅଛି ତା' ପାଇଁ। ଚୁପ କରି ଏକ ସହାନୁଭୂତି ମେଦୁର ହୃଦୟକୁ ଖୋଲିଧରି ମୀନକେତନ ପାଦ ଚିପି ଚିପି ପହଞ୍ଚିଥିଲା ଉପଭାଇଙ୍କ ଘରେ। ମୁଖରା ପାରିନାନୀକୁ ତା'ର ବଡ଼ଭୟ। ତୁଚ୍ଛଟାରେ ସେ ଗାଳି ଦିଏ କାଟେ ସମ୍ପେ। ଅନୁରାଗ ଭଳି ରାଗ ବି କୁଆଡ଼େ ଅହେତୁକ। ଅକାରଣରେ ମୁଣ୍ଡକୁ ପିତ୍ତ ଚହଟି ଯାଇ କେତେ ଅଘଟଣ ଘଟଣା ଘଟାଏ। ପାରିନାନୀ ନଥିଲା ଯୋଗକୁ। ନୂଆବୋହୂ ଘର ଦରଜା ଆଉଜା ଫାଙ୍କରେ ଚାହିଁଲା ମୀନକେତନ। ସେହି ଅନ୍ଧାରିଆ କୋଣରେ ଯେମିତି ଦିହୁଡ଼ି, ଜଳୁଛି ଅପରୂପ ରୂପକୁ ଉଜ୍ଜ୍ୱଳ ଦିହୁଡ଼ି। ଯାହାର ଗତି ନାହିଁ ଅଥଚ ଦ୍ୟୁତରେ ମନର କୋଣ ଅନୁକୋଣରେ ଉଦ୍ଭାସିତ ହୋଇ ଉଠେ। ପ୍ରଥମ ଦେଖାରେ ମୁଗ୍ଧ ହୋଇ କିଣି ହୋଇଗଲା କିଶୋର ମୀନକେତନ। କେତେ ସୁନ୍ଦର ସେ ରୂପ। ଦୁର୍ଗା ପ୍ରତିମାର ନିଖୁଣ ନିଟୋଳ ଗଢ଼ଣର ମୁହଁ ଭଳି ମୁହଁଟିଏ। କଇଁ ପାଖୁଡ଼ାର ଆଖିର ଅରୂପାୟିତ ସ୍ୱପ୍ନର ଅଧା ଅଙ୍କା ଛବି। ଅରୁଣିମା ଅଧରର ଯୁଗଳର ଅନେକ ଅକୁହା କଥାର ସୂକ୍ଷ୍ମ କମ୍ପନ। କପାଳରେ ଗାଢ଼ ଉଜ୍ଜ୍ୱଳ ସିନ୍ଦୁର ବିନ୍ଦୁ। ସୀତା ଭାଉଜକୁ କି ସୁନ୍ଦର ମାନିଛି। ଗରିବ ଘର ଝିଅ ସୀତା ଭାଉଜ। ମାତ୍ର ବସନ ଭୂଷଣରେ ଦୈନ୍ୟତା ରୂପ ଗାରିମାରେ ଏଭଳି ଆବୃତ, ଆଚ୍ଛାଦିତ ହୋଇ ପଡ଼ିଥାଏ ଯେ, ତାଙ୍କ ପାଖରେ ଛିଡ଼ା ହେଲେ ବହୁ ଆଭୂଷଣନାରୀମାନେ ଦିଶିବେ ତାଙ୍କ ସେବିକା ଭଳି। ମୀନକେତନ ସେହି କ୍ଷଣରୁ ହିଁ ବୁଝିନେଲା ଗାଁର ଏହି କାଳି, କୋତରୀ, ନାକଚେପ୍ଟୀ, ଟାକୁଆଗାଲିମାନେ। ସୀତା ଭାଉଜଙ୍କୁ ଈର୍ଷା କରନ୍ତି ଅତି ଇତର, ଅତି କୁତ୍ସିତ ଭାବରେ। ଏମାନଙ୍କ ମନର ମଇଳା କାଚରେ ସୀତା ଭାଉଜଙ୍କ ସରଳ ସୁନ୍ଦର ମୁହଁରେ ବିକୃତ ବିପରୀତ ଛବି ପ୍ରତିଫଳିତ ହେଉଛି। ହେବାହିଁ ସ୍ୱାଭାବିକ। ଏମାନଙ୍କର ନା ଅଛି ରୂପର ଐଶ୍ୱର୍ଯ୍ୟ, ନା ଅଛି ମାଧୁର୍ଯ୍ୟ ଅଥବା ପ୍ରାଣର ଭରପୁର ପ୍ରାଚୁର୍ଯ୍ୟ। ତା'ପରେ ବହମାନ ସମୟର ବ୍ୟଥା, ବେଦନା, ହତାଶ, ହାଁ-ହାଁ-କାର ଭିତରେ ଦଗ୍ଧୀଭୂତ ସୀତା ଭାଉଜକୁ ମୀନକେତନ ତା'ର କ୍ଷୁଦ୍ର କରପୁଟରେ ଆବୋରି ରଖିବାକୁ ତା'ର କ୍ଷୁଦ୍ରାତିକ୍ଷୁଦ୍ର ସାମର୍ଥ୍ୟର ପରିଧି ଭିତରେ ନିରାପଦ କରିବାକୁ ଅନେକ ବ୍ୟଥା ଚେଷ୍ଟା କରିଛି। ପାରିନାନୀ ପ୍ରଥମେ ହିଁ ଡାହାଣୀର ଅପବାଦ ସୀତା ଭାଉଜଙ୍କ ମୁଣ୍ଡରେ ଲଦିଥିଲା। ଉପଭାଇ ଚାରିମାସ କାଳ ଘର ଦ୍ୱାର ବନ୍ଧ ଡେଇଁ କେଉଁ ଆଡ଼େ ବି ଗଲେ ନାହିଁ। ତାଙ୍କ ଯାତ୍ରାଦଳ ହାତ ବାନ୍ଧି ବସିଲେ। ଉପଭାଇତ ଥିଲେ ଏହି ଯାତ୍ରା ଦଳର ମ୍ୟାନେଜର। ତାଙ୍କରି